ବାବା, ପାଣି ଗରମ ହୋଇଛି, ଗାଧୋଇବ ଆସ। ମୀତାର ଡାକରାରେ ବାପା ପୁଣି ତାଙ୍କର ୱାକିଂ ଷ୍ଟିକ୍ ସାହାଯ୍ୟରେ ବାହାରକୁ ଚାଲିଗଲେ। ସେମାନଙ୍କୁ ଖେଳିବାକୁ କହି ମୁଁ ପୁଣି ବିଛଣା ଉପରକୁ ଫେରିଆସିଲି। ତା ପରେ କିଛିଦିନ ବେଶ୍ ସୁଖରେ ମୁଁ ସେହି ଦୋକାନରେ କାମ କରୁଥିଲି। ପୂର୍ବଠାରୁ ମୁଁ ଦେଖିଲି ସମସ୍ତଙ୍କ ମନରେ କିଞ୍ଚିତ୍ ଆନନ୍ଦ ଆସିଛି। ମୋର ଛୋଟ ଛୋଟ ଭାଇ ଭାଇମାନେ ଆଉ ନୂଆ ଜାମା ପ୍ୟାଣ୍ଟ ପାଇଁ ଅଳି କରୁନାହାନ୍ତି। ଭଉଣୀମାନେ ପ୍ରତିଦିନ ସ୍କୁଲ, କଲେଜ ଯାଉଛନ୍ତି। କିନ୍ତୁ ବାପା, ସେ ଯେମିତି ସେହି ଦିନଠାରୁ ରୋଗାକ୍ରାନ୍ତ ହୋଇଉଠିଲେ। କ୍ରମେ ବାହାରେ ଚାଲବୁଲ କରିବା ଆଉ ତାଙ୍କ ପକ୍ଷରେ ସମ୍ଭବ ହୋଇପାରିଲା ନାହିଁ। ତା ପରେ ଦିନେ ସେ ଆମକୁ ନିରାଶ୍ରୟ କରି ଛାଡ଼ିଗଲେ। ଓଃ, ତାଙ୍କର ସେ ମୁହୂର୍ତ୍ତର ଅବସ୍ଥା ବର୍ଣ୍ଣନା କରିବା ଭଳି ସାହସ ମୁଁ ପାଇପାରୁନାହିଁ। ରୀତାର ଟେଲିଫୋନ୍ ପାଇ ମୁଁ ଯେତେବେଳେ ଫେରିଆସେ, ସେତେବେଳକୁ ତାଙ୍କର ବାକ୍‌ଶକ୍ତି ରୁଦ୍ଧ ହୋଇ ଆସିଥିଲା। କଣ କହିବେ ବୋଲି କହି ନ ପାରି ହାତ ଠାରି ମୋତେ ଡାକିଥିଲେ। ତା ପରେ ପିଲାମାନଙ୍କୁ। ସେମାନଙ୍କର ଦାୟିତ୍ୱ ମୋହରି ଉପରେ ଦେଇ ସେ ଆଖି ବନ୍ଦ କରିଦେଇଥିଲେ। ତାଙ୍କର ଶୁଦ୍ଧକ୍ରିୟା ସମାପନ କରିବା ପାଇଁ ଉପାୟ ନଥିଲା। ମୋ ଦରମାରୁ ମାସିକ ପଚାଶ ଟଙ୍କା କାଟିନେବା ସର୍ତ୍ତରେ ନୁରୁ ତାର ତଥାକଥିତ ବାପାଙ୍କ ନିକଟରୁ ହଜାରେ ଟଙ୍କା କରାଇ ଦେଇଥିଲା। ଠିକ୍ ବାପାଙ୍କ ମୃତ୍ୟୁର ତିନି ମାସ ପରେ ମୁଁ କୋର୍ଟରୁ ଏକ ନିର୍ଦ୍ଦେଶନାମା ପାଇଲି। ସୁନୀତି କୁମାର ମଜୁମଦାର ନାମକ ଜଣେ ଲୋକ ଆଠ ହଜାର ଟଙ୍କାର ଗୋଟାଏ ନାଲିସ୍ କରିଥିଲେ। କୋର୍ଟରୁ ଜଣାପଡ଼ିଲା ଯେ, ବାପା ବର୍ଷକ ପୂର୍ବରୁ ରେଜିଷ୍ଟ୍ରି ଏଗ୍ରିମେଣ୍ଟ କରି ତାଙ୍କ ପାଖରୁ ଛ' ହଜାର ଟଙ୍କା ଆଣିଥିଲେ। ଆଉ ତାର ଏକମାତ୍ର ପରିପୂରକ ଥିଲା ଆମର ବାସସ୍ଥଳୀ, ମାନେ, ଯାହାର ଅନ୍ୟୂନ ମୂଲ୍ୟ ପଚାଶ ହଜାରରୁ କମ୍ ହେବ ନାହିଁ। ଆଠ ହଜାର ଟଙ୍କା ଦେଇ ନ ପାରିଲେ, ସେହି କୋଠାଟିକୁ ଆମେ ହରାଇବୁ। ବିଶେଷତଃ ମୋର ତିନୋଟି ଭାଇ, ସେତେବେଳେ ମୋ ଦେହରେ ଆଉ ଜୀବନ ନଥିଲା। ଶେଷରେ ଯେ ବାସସ୍ଥଳ ତଥା ସେଥିରୁ ମିଳୁଥିବା ମାସିକ ତିନି ଶହ ଟଙ୍କା ହରାଇ ରାସ୍ତାର ଭିକାରୀ ସାଜିବାକୁ ପଡ଼ିବ, ଏ ଆଶଙ୍କା ମୋର ନଥିଲା। ତମ ବାପା ଯେ ଋଣ କରି ଯାଇଥିଲେ, ମାନେ ବର୍ଷକ ପୂର୍ବରୁ ଏ କଥା ତମେ ଜାଣିଥିଲ? ତୁଷାରକାନ୍ତିଙ୍କ ପ୍ରଶ୍ନରେ ଚମକିଉଠିଲା ଲୀଳା। ତା ପରେ କହିଲା, ନା, ସେ ଏ କଥା କେବେ ମୋତେ କହିନଥିଲେ କିମ୍ବା କୌଣସି କାଗଜପତ୍ରରେ ସେ ସମ୍ବନ୍ଧୀୟ କୌଣସି ଲେଖା ନଥିଲା। ଆଉ ସେହି ଟଙ୍କା ସେ ଯେ ଆଣି କଣ କଲେ, ତାହା ମଧ୍ୟ ମୁଁ ଜାଣିନଥିଲି। କୋର୍ଟରେ କିନ୍ତୁ ତାଙ୍କର ସିଗ୍ନେଚର ଦେଖି ମୁଁ ବିଶ୍ୱାସ କରିଥିଲି। ତା ପରେ? ବର୍ତ୍ତମାନ ଉପରେ ଛିଡ଼ା ହୋଇ ଭବିଷ୍ୟତର ଯେଉଁ ସ୍ୱପ୍ନ ମୁଁ ଦେଖୁଥିଲି, ଅର୍ଥାତ୍ ବାପାଙ୍କର ଯେଉଁ ଶେଷ ଆଶା ମୋ ଉପରେ ରହିଥିଲା, ତାହା ଯେ ଏତେ ଶୀଘ୍ର ନିରାଶାରେ ପରିଣତ ହେବ, ମୋର ଏ ଆଶଙ୍କା ଘନୀଭୂତ ହେଲା। ଚତୁର୍ଦ୍ଦିଗ ଅନ୍ଧକାର ଭିତରେ ପଥ ଖୋଜି ଚାଲିବା ମୋ ପକ୍ଷରେ ଅସମ୍ଭବ ହୋଇପଡ଼ୁଥିଲା। ଆମ ଦୁଃଖ ସୁଖରେ କେହି ସମବେଦନା ଜଣାଇବାର ଲୋକ ନଥିଲେ। ବରଂ ଆମ ଭଉଣୀମାନଙ୍କ ଚରିତ୍ରରେ ମିଥ୍ୟା କଳଙ୍କ ବୋଳି ଲୋକେ ଆନନ୍ଦଲାଭ କରିବାକୁ ଚେଷ୍ଟା କରୁଥିଲେ। ସର୍ବୋପରି